" ରାଘବ ବିଳାସ ରାଘବ ବିଳାସ ଘଟଣାଚକ୍ରରେ ସେ ଲେଖିଥିଲେ। ବ୍ରାହ୍ମଣମାନଙ୍କୁ ଅପମାନ ଦେବା ପରେ ତାଙ୍କର ଏକମାତ୍ର ପୁତ୍ର ଅଗ୍ନିଦଗ୍ଧ ହୋଇ ନଷ୍ଟହେବା ଘଟଣା ଏକାନ୍ତ ପ୍ରତ୍ୟକ୍ଷବାଦୀ ନିଷ୍ଠୁର ଯଦୁମଣିଙ୍କ ଚିତ୍ତରେ ଭୀତି ସଂଚାରିତ କରିଥିଲା। ରାଜା ବିନାୟକ ତାଙ୍କ ମାତୃଦେବୀଙ୍କର ମୃତ୍ୟୁପୂର୍ବର ବାସନା କଷିଆମ୍ବ ଯୋଗାଡ଼ କରିଦେଇ ନ ପାରିବାରୁ ଅନ୍ତ୍ୟେଷ୍ଟି ସମୟରେ ବ୍ରାହ୍ମଣ ପଣ୍ଡିତମାନଙ୍କୁ ବ୍ୟବସ୍ଥା ମାଗନ୍ତେ ପଣ୍ଡିତ ମାନେ ଏକଶତ ଆଠଟି ସୁନାର ଆମ୍ବ ମାତୃପତ୍ରରେ ଦାନକଲେ ତାଙ୍କର ଶେଷ ବାସନା ଚରିତାର୍ଥ ହେବ ବୋଲି ବ୍ୟବସ୍ଥା ଦେଇଥିଲେ। ଯଦୁମଣି ଏହା ଭଣ୍ଡାମି ବୋଲି ଅଭିହିତ କରି ବ୍ରାହ୍ମଣମାନଙ୍କର ପ୍ରତିଶୋଧ ଇଚ୍ଛା କରୁଥିଲେ। କାରଣ ସେ ପରକାଳ ବିଶ୍ୱାସ କରୁ ନ ଥିଲେ। ବ୍ରାହ୍ମଣମାନେ ସୁନାର ଆମ୍ବ ଠକିନେଲେ ବୋଲି ସେ ଧାରଣା କଲେ। ଯଦୁମଣିଙ୍କ ସେ ନାସ୍ତିକ ଧାରଣା ଆଜି ବଦ୍ଧମୂଳ ହେଲାଣି। ଏମନ୍ତ କି ପିତା, ପିତାମହୀ, ମାତା, ମାତାମହୀଙ୍କର ବାସନା ଚରିତାର୍ଥ ପାଇଁ ଧନ ଦାନ ଦୂରେ ଥାଉ ଜୀବଦ୍ଦଶାରେ ମଧ୍ୟ ତାଙ୍କୁ ଅନ୍ନବ୍ୟଞ୍ଜନ ଟିକିଏ ଦେବାକୁ ସନ୍ତାନ ଅନିଚ୍ଛୁକ ହେଲେଣି। କିମାଶ୍ଚର୍ଯ୍ୟମତଃ ପରଂ। ଯଦୁମଣିଙ୍କର ମାତୃଶ୍ରାଦ୍ଧ ଆସିଗଲା। ସେ ବିଶେଷ ଆୟୋଜନ କରି ପୂର୍ବୋକ୍ତ ବ୍ରାହ୍ମଣଙ୍କୁ ଆମନ୍ତ୍ରଣ କରି ସୁଖାଦ୍ୟ ଚର୍ବ୍ୟ, ଚୋଷ୍ୟ, ଲେହ୍ୟ, ପେୟ ଦେଇ ସନ୍ତୋଷ କରିସାରି ହାତଯୋଡ଼ି କହିଲେ,- ''ମାଆଙ୍କର ଶିରବ୍ୟଥା ଥିଲା। ମୃତ୍ୟୁ ପୂର୍ବରୁ ଚଡ଼ୁ ଘେନିବାକୁ ବାରମ୍ବାର କହିଥିଲେ। ଚଡ଼ୁକାଠି ଅଭାବରୁ ତାହା ଦେଇ ନପାରି ଭାବୁଛି ଜନନୀଙ୍କର ପରକାଳରେ ମୃତ୍ୟୁପୂର୍ବରୁ ବାସନା ଅତୃପ୍ତ ରହିବାରୁ ଅଶାନ୍ତିରେ ଅଛନ୍ତି। ଅନୁଗ୍ରହ ହେଲେ ସ୍ୱର୍ଣ୍ଣ ଆମ୍ବଦ୍ୱାରା ରାଜମାତାଙ୍କର ବାସନା ଚରିତାର୍ଥ ହେଲା ପରି ସ୍ୱର୍ଣ୍ଣଚୂଡ଼ କାଠିରେ ଆପଣମାନଙ୍କୁ ସାମାନ୍ୟ ଚଡ଼ୁସେକ ଦେଇ ମୁଁ ମୋ ମାତୃଦେବୀଙ୍କର ପାରଲୌକିକ ସନ୍ତୋଷ ଆଣିପାରିବି। " ସମସ୍ତ ପଣ୍ଡିତ ନୀରବ ରହନ୍ତେ, ଧୂର୍ତ୍ତ ଭାବରେ ଯଦୁମଣି ମୌନଂ ସମ୍ମତି ଲକ୍ଷଣଂ ମନେକରି ଉତ୍ତପ୍ତ ଚଡ଼ୁରେ ସେହି ସଦାଚାରସଂପନ୍ନ ବୃଦ୍ଧ ବ୍ରାହ୍ମଣ ପଣ୍ଡିତ ଗଣଙ୍କୁ ଦାଗ ଦେଇଗଲେ-। ବିଧାତାର କି ବିଚିତ୍ର ଲୀଳା! ପଣ୍ଡିତଗଣ ତା ନୀରବରେ ସହ୍ୟକରି ଚଡ଼ୁ ସହିତ ଦକ୍ଷିଣା ନେଇ ବିଦାୟ ନେଲେ। କିନ୍ତୁ ଗୋଟିଏ ପକ୍ଷ ନଯାଉଣୁ ଦେଖାଗଲା ଯେ ଶିଶୁମାନଙ୍କର ଏକ କୌତୁକପୂର୍ଣ୍ଣ ଅଗ୍ନିଲୀଳାରେ ଯଦୁମଣିଙ୍କର ଏକମାତ୍ର ଶିଶୁ ଜୀବନ୍ତ ଦଗ୍ଧ ହୋଇ ଗୋଟିଏ ମାତ୍ର ଦିନରେ ନଷ୍ଟ ହୋଇଗଲା। ଏତେଦିନେ ଭୟ ପଶିଲା ଭୟଶୂନ୍ୟ ହୃଦୟରେ। ଏ ଯୁଗର ତେଜସ୍ୱୀ ବୈଜ୍ଞାନିକ ପ୍ରତ୍ୟକ୍ଷବାଦୀମାନେ ଅତି ଚତୁର, ଅତି ପ୍ରତ୍ୟକ୍ଷବାଦୀ ଯଦୁମଣିଙ୍କୁ ଏହାପରେ ସେ ନିଜର ବିଶ୍ୱାସ ପରିବର୍ତ୍ତିତ କରିଥିବାରୁ କ୍ଷୀଣ ବୁଦ୍ଧି ବା ଅଳ୍ପଶିକ୍ଷିତ ବୋଲି କହିପାରନ୍ତି। କିନ୍ତୁ ବୟସ ଅତିକ୍ରମ ହୋଇଯିବା ପରେ ବା ଅତି ଦୁଃଖ ଘୋଟିଆସିଲେ ଅତି ନିଷ୍ଠୁର ନାସ୍ତିକ ତୁଣ୍ଡରେ ମଧ୍ୟ ଈଶ୍ୱର ଭଗବାନ ନାମ ଶୁଣାଯାଇଥାଏ। ଯଦୁମଣି ନିଜର ଦୋଷ ସ୍ୱୀକାର କଲେ। ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ଗାଇଲେ କରୁଣ କଣ୍ଠରେ- ଦେଲ ଯାହା ନେଲ ତାହା, ଏଥିକୁ କିପାଇଁ ମହା ଦାତାପଣେ ପତାକା ବାନ୍ଧିଛ? ନୀଳାଚଳ କଳାକାର, ସତ କି ଏ ମିଛ? ପାତଳୀ ମୁକୁଟ ଶ୍ରେଣୀଶିରୋମଣୀ ଯଦୁମଣି ମନ ତିଳେ ନେଇ ନ ପାରିବ ଏବେ ଉଦ୍ଧାରଣେ ଯେବେକୃପା ବସିଅଛି ଲବେ ତେବେ ସିନା ଦାତା ବୋଲାଇବ। ତାପରେ ଘରକୁ ଫେରିଲେ। ରାଜାରାଣୀ କହିଲେ, ଏ ପାପରୁ ମୁକ୍ତି ପାଇଁ ରାମ ନାମ ନିଅନ୍ତୁ। ମନ ମାନିଗଲା। ପ୍ରତ୍ୟକ୍ଷବାଦ ଅଦୃଷ୍ଟବାଦରେ ରୂପାନ୍ତରିତ ହେଲା। କବିତା ବାହାରିଲା- ପ୍ରଥମୁଁ ବନ୍ଦଇ ଭୂଦେବ ଅଂଘ୍ରି ଅଘାରି ବକ୍ଷେ ଓପତ ସାଗର ଶୋଷକ ବଂଶ ଧ୍ୱଂସି ଅଲକ୍ଷେ। କାବ୍ୟାରମ୍ଭରେ ପ୍ରଥମୁଁ ସପ୍ତସାଗର ଶୋଷକ ଅଗସ୍ତିଙ୍କ ଅନ୍ୱୟ, ଅଲକ୍ଷରେ ଯଦୁବଂଶଧ୍ୱଂସକ ଭୂଦେବବ୍ରାହ୍ମଣ ପାଦ ଯାହା ବିଷ୍ଣୁଙ୍କ ବକ୍ଷରେ ଶୋଭାପାଏ, ତାହା ମୁଁ ବନ୍ଦନା କରେ ବୋଲି ସେ ଲେଖିଲେ। ବିଶେଷରେ ବିଦ୍ରୋହକୁ ଲକ୍ଷ୍ୟକରି ସେ ସେଥିରେ ଲେଖିଲେ- ଗରିଷ୍ଠ ଦଶା ଏ ରାଷ୍ଟ୍ର ର କଷ୍ଟ ଫେଡ଼ ଦୁସ୍ତର, ଚକ୍ରପେଷି ଶକ୍ରବାହନ ଭ୍ରାତ ଅରି ସଂହାର। କବି ଯଦୁମଣି କବିତ୍ୱରେ ଯେତିକି କୁହାଯାଇପାରେ ସେତିକି ମାତ୍ର କହିଲେ। ସେ ରାଷ୍ଟ୍ରର ଏପରି ଗରିଷ୍ଠ ଦଶାକୁ ନିବାରଣ କରିବା ଲାଗି ବିଷ୍ଣୁଚକ୍ରକୁ ଆଶ୍ରୟ କରିଦେଶବାସୀ ଗଜଙ୍କ ଉଦ୍ଧାର ଲାଗି ଗ୍ରହସ୍ୱରୂପୀ ବିଦେଶୀଙ୍କୁ ହତ କରିବାକୁ ନିବେଦନ କରିଥିଲେ, କିନ୍ତୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର କେହି ବୁଝିଲେ ନାହିଁ। କାରଣ ତାହା ଦୁର୍ବଳ କବିର ଗୁହାରି ମାତ୍ର ଥିଲା। ଦେବ ଆରାଧରେ ସ୍ୱଦେଶ ଉଦ୍ଧାର ହେବନି ହେବନି ଖୋଲ ତରବାର। ଏହି ନୀତିରୁ ତରବାରୀ ଖେଳ ଚାଲିଲା।